ତଥାପି ନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟ ହେଲା। କଂଗ୍ରେସର ପରାଜୟର କାରଣ ହେଉଚି, ଦଳର ଲୋକଙ୍କ କଥାରେ ଶାସନର ପରିଚାଳନା। ଆଇନ ଗଲା କୁଆଡ଼େ, ନ୍ୟାୟ ଗଲା କୁଆଡ଼େ, ଦଳର ଲୋକ ଆସି ମନ୍ତ୍ରୀଙ୍କ କାନରେ ଯାହା କହିଲେ, ସେହିପରି କାମ ହେଲା। ଏଇ ଥିଲା ଦୋଷ, ଯେଉଁ ହେତୁରୁ କଂଗ୍ରେସ ଲୋକଙ୍କଦ୍ୱାରା ପରିତ୍ୟକ୍ତ ହେଲା। ଆଜି ଯଦି ଶାସନରେ ଥିବା ଲୋକେ ସେହିପରି ଦଳର ଲୋକଙ୍କ କାନକୁହାରେ କର୍ମଚାରୀଙ୍କ ବଦଳି ଆଦେଶ କରାଇବା ବା ରହିତ କରାଇବା ବା ଦଳର ଲୋକଙ୍କ ଚରିତ୍ର ବିଚାର ନକରି ସେହିମାନଙ୍କ ଗହଣରେ ଶାସନ ଉପରେ ପ୍ରଭାବ ପକାଇବା ପୂର୍ବପରି ଚାଲେ, ତେବେ ଲୋକେ ତାହା ବରଦାସ୍ତ କରିବେ କିପରି? ଏପରି ଯେ ବଡ଼ ଧରଣରେ ଆରମ୍ଭ ହେଲାଣି ତାହା ନୁହେଁ; କିନ୍ତୁ ଏପରି ହେବାର ସୂଚନା ମିଳିଲାଣି। ଦଳର ଲୋକ ବୋଇଲେ ଜିଲାରେ ସବ୍ଡ଼ିଭିଜନରେ ଏପରିକି ରାଜଧାନୀରେ ମଧ୍ୟ ଦଳେ ଟାଉଟର ବ୍ୟବସାୟ ଆରମ୍ଭ କଲେଣି। ଏମାନଙ୍କ ଯୋଗେ ଶାସନ ଅପ୍ରିୟ ହେବ, ଏତିରେ ସନ୍ଦେହ ନାହିଁ। ଏମାନେ ଅସାଧୁ ସରକାରୀ କର୍ମଚାରୀମାନଙ୍କ ଦ୍ୱାରା ବ୍ୟବହୃତ ହୋଇ ମନ୍ତ୍ରୀମାନଙ୍କୁ ମଧ୍ୟ ନିନ୍ଦିତ କରାଇବେ। ଏମାନଙ୍କ ପ୍ରତି ସାବଧାନ ରହିବା ଉଚିତ। ଆଭ୍ୟନ୍ତରୀଣ ଶାସନକୁ ନିର୍ମଳ ନ୍ୟାୟପରାୟଣ ଦୃଢ଼ କଲେ ଯାଇ ଭାରତ ନିଜର ଶକ୍ତି ପ୍ରତି ଦୃଷ୍ଟି ଦେଇପାରିବ। ଗଣତନ୍ତ୍ରରେ ସେହି ଅସୁବିଧା ରହିଛି। ଗଣତନ୍ତ୍ର ଶାସନରେ ବହୁ ଲୋକ ସଂଯତ ଶୃଙ୍ଖଳିତ ନ ହେଲେ ଶାସନ ପରିଚାଳନା ଦୃଢ଼ ହୋଇପାରିବ ନାହିଁ। ଏଣୁ ଚାରିଆଡ଼େ ଯେଉଁ ସବୁ ସୂଚନା ପ୍ରକାଶ ପାଇଲାଣି, ସେଥିରେ ସାଧ ସାବଧାନ ହେବା ଉଚିତ। ସୋମବାର ଭାରତର ନୀତି ବିନା ନେତୃତ୍ୱ ଭୁବନେଶ୍ୱର ନିକଟ ଏକ ଗ୍ରାମରେ ଆଜି ସନ୍ଧ୍ୟାରେ ଏକ ସଭା ହେବାର ଅଛି। ଏ ଗ୍ରାମର ହାଡ଼ି ଜାତିର ହରିଜନମାନେ ମଲା ଗୋରୁ ଉଠାଇ ନେବାକୁ ରାଜି ହେଉ ନ ଥିବାରୁ ସୁବର୍ଣ୍ଣ ଜାତିର ଲୋକେ ସେମାନଙ୍କୁ ସେହି କାମ କରିବାକୁ ବାଧ୍ୟ କରୁଛନ୍ତି ବୋଲି ଅଭିଯୋଗ। ଜାତି ହିସାବରେ ସମାଜର ସବୁ କାମ ଯେତେବେଳେ ଚାଲିଥିଲା, ସେତେବେଳେ କାହାରି ଘରେ ଗୋରୁ ମରିଗଲେ, ହାଡ଼ିମାନେ ତାକୁ ଉଠାଇ ନେଉଥିଲେ। ସେଥିରୁ ଚମଡ଼ା କାଟି କିଛି ଲାଭ ମଧ୍ୟ ନିଜେ କରୁଥିଲେ। ଗୋରୁର ମାଲିକଙ୍କୁ ମଧ୍ୟ କିଛି ସେ ଲାଭାଂଶରୁ ଦେଉଥିଲେ; କିନ୍ତୁ ଏ କାମଟାକୁ ଛୋଟ କାମ ମନେ କରିବାରୁ ହାଡ଼ିମାନେ ସଭାକରି ସ୍ଥିରକଲେ ଯେ ଆଉ ସେମାନେ ମଲା ଗୋରୁ ଉଠାଇବେ ନାହିଁ। ସବର୍ଣ୍ଣମାନେ ମଧ୍ୟ ଏ ଛୋଟ କାମ କରିବାକୁ ପ୍ରସ୍ତୁତ ନୁହନ୍ତି। ଏଣୁ ସେମାନଙ୍କ ସଂଖ୍ୟାଧିକ ଥିବାରୁ ସେମାନେ ହରିଜନମାନଙ୍କ ଉପରେ ନାନା ପ୍ରକାର ଜୁଲମ ଚଳାଇଛନ୍ତି। ମନ ଅନୁସାରେ ଯେ ଯାହାର କାମ କରିବେ, କେହି କାହାରି ଉପରେ ଜୁଲମ କରିବେ ନାହିଁ, ଜୁଲମ କରିବା ଅନ୍ୟାୟ ଏ କଥା ସମସ୍ତଙ୍କୁ ବୁଝାଇବାର କଥା, କିନ୍ତୁ ଏ କଥା ବୁଝାଇବ କିଏ? ଆଜି ତ ସମସ୍ତେ ଚତୁର ହେଲେଣି, ପାଠଶାଠ ପଢ଼ି ଦେଶ ବିଦେଶର ଖବର ରଖିଲେଣି। ସାରା ଦୁନିଆରେ ଯଦି କୌଣସି ନୀତି ବା କାର୍ଯ୍ୟକ୍ରମ ଧାର୍ଯ୍ୟ କରିବାପାଇଁ ବଳ ପ୍ରୟୋଗକୁ ହିଁ ଏକ ପନ୍ଥା ବୋଲି ଗ୍ରହଣ କରାଯାଏ, ତେବେ ହରିଜନମାନଙ୍କ ଉପରେ ସବର୍ଣ୍ଣ ଜାତିର ଲୋକଙ୍କ ଜୁଲମକୁ ଦୃଢ଼ତାର ସହିତ ନିନ୍ଦା କରିବ ବା କିଏ? ସାଧାରଣ ଗ୍ରାମର କଥାଟି ବୋଲି ଏଥିରେ ନିହିତ ଥିବା ନୀତିଟିକୁ ଉଡ଼ାଇ ଦେଇ